କାରଣ 'ଏ' ଅକ୍ଷରରେ ଅନେକ ନାମ ବାହାରି ପାରେ; କିନ୍ତୁ ତାଙ୍କୁ ବେଶୀ ଆକୃଷ୍ଟ କଲା ରୁମାଲରୁ ବାହାରୁଥିବା ଉତ୍କଟ ଗନ୍ଧ। କ'ଣ ହୋଇପାରେ ଗନ୍ଧଟା? ବିଡ଼ି, ସିଗାରେଟ୍, ଚୂରୁଟ, ମଦ, କୋକେନ୍ ଠିକ୍ ଠିକ୍ ଏହା ପରିଷ୍କାର କୋକେନର ଗନ୍ଧ। ଖୁବ୍ ଦାମୀ କୋକେନର ନିଶ୍ଚୟ-। ତେବେ ଆତତାୟୀ କ'ଣ କୋକେନ ଭକ୍ତ-? ସମୟରେ ରୁମାଲଖଣ୍ଡି କାମରେ ଆସିପାରେ ଭାବି ସେ ଖଣ୍ଡିକୁ ସେ ଖୁବ୍ ଯତ୍ନରେ କାଗଜରେ ଗୁଡ଼ାଇ ରଖିଲେ। ରୁମାଲଟା ଯେ କ'ଣ ଏମିତି ପ୍ରୟୋଜନୀୟ ତଥ୍ୟ ଯୋଗାଇ ପାରିବ ମି: ଚୌଧୁରୀଙ୍କୁ, ସେ କଥା ନେଇ ଚିନ୍ତା କରୁଥିଲେ ମି: ପଟ୍ଟନାୟକ। ବର୍ତ୍ତମାନ ରୁମାଲ ଖଣ୍ଡିକୁ ଯତ୍ନରେ ସାଇତିବା ଦେଖି ସେ ହସି ହସି ଥଟ୍ଟାକରି କହିଲେ, ''କଣ ତାକୁ ଧରା ହେଲା? '' ମି: ଚୌଧୁରୀ ପରିହାସଟା ବେଶ୍ ବୁଝିପାରିଲେ। ସେ ବି ହସୁ ହସୁ ଉତ୍ତର ଦେଲେ, ''ନ ହେଲେ ତା' ରୁମାଲଟା ତ ଧରା ପଡ଼ିଛି! '' ଏ ଉତ୍ତରରେ ମି: ପଟ୍ଟନାୟକ ହସରେ ଫାଟି ପଡ଼ିଲେ ଯେମିତି। ସେହିପରି ହସୁ ହସୁ ସେ କହିଲେ, ''ରୁମାଲଟି ଡକାୟତର ନ ହୋଇ ନିଉଜୁଏଲାରୀ ମାର୍ଟର କୌଣସି କର୍ମଚାରୀର ହୋଇପାରେ। ଆପଣ ଭୁଲ କରୁ ନାହାନ୍ତି ତ? '' ଏ ପ୍ରକାର ମନ୍ତବ୍ୟରେ ମି: ଚୌଧୁରୀ ଟିକିଏ କ୍ଷୁଣ୍ଣ ହେଲେ ଯେମିତି। ସ୍ୱରରେ ଟିକେ କଠିନତା ଦେଖାଇ ସେ କହିଲେ, ''ଆପଣଙ୍କର ବୁଝିବା ଉଚିତ ଯେ, ଏଭଳି ଦାମୀ କୋକେନ୍ ଖାଉଥିବା ଲୋକ କେବେ ହେଲେ କର୍ମଚାରୀ ହୋଇ ନ ପାରେ। ତା' ହାତକୁ ଅନ୍ତତଃ ମାସରେ ଦଶ ତିରିଶ ହଜାର ଟଙ୍କା ଆସୁଥିବା ଦରକାର, ବୁଝିଲେ? '' ମି: ଚୌଧୁରୀଙ୍କର ତୀକ୍ଷ୍ଣ ଅନୁମାନ ଶକ୍ତି ନିକଟରେ ପରାସ୍ତ ହୋଇ ମି: ପଟ୍ଟନାୟକ ନୀରବ ରହିଲେ। ମି: ଚୌଧୁରୀ ଆସନ ଛାଡ଼ି ବାହାରକୁ ଆସିଲେ। ମାସକ ଭିତରେ ତିନୋଟି ଘଟଣା-ମି: ପାତ୍ରଙ୍କର ଆକସ୍ମିକ ଅନ୍ତର୍ଦ୍ଧାନ, ନିଉ ଜୁଏଲାରୀ ମାର୍ଟ ଲୁଟ୍ତରାଜ, ମାନସପୁରୀରେ ଭୂତ ଉପଦ୍ରବ, ଜନ ସାଧାରଣଙ୍କ ମନରେ ଘୋର ଆତଙ୍କ ସୃଷ୍ଟି କରିଥିଲା। ଖବରକାଗଜ ଗୁଡ଼ିକରେ ନିତି ନିତି ନୂଆ ନୂଆ ଭାଷାରେ ତୀବ୍ର ସମାଲୋଚନା ତୁଙ୍ଗ ପୋଲିସ ଅଫିସରମାନଙ୍କ ଦୃଷ୍ଟି ଯେ ଆକର୍ଷଣ କରିଥିଲା, ସନ୍ଦେହ ନାହିଁ। ଉପରୁ ଘନ ଘନ ତାଗଦା ସତ୍ତ୍ୱେବି ନିମ୍ନସ୍ଥ କର୍ମଚାରୀମାନେ ଏହାର କିଛି ଗୋଟାଏ କିନାରା କରିବାକୁ ସମର୍ଥ ହୋଇ ନଥିଲେ। ଶେଷକୁ ମି: ଚୌଧୁରୀଙ୍କ ଉପରେ ସବୁ ଦାୟିତ୍ୱ ଲଦିଦେଇ ସମସ୍ତେ ନିଶ୍ଚିନ୍ତ। ସେ ମଧ୍ୟ ସାଧ୍ୟ ଅନୁସାରେ ଦସ୍ୟୁ ଦଳର ମୂଳୋତ୍ପାଟନ ପାଇଁ ଯତ୍ନବାନ୍ ହୋଇ ରହିଛନ୍ତି। ସେଥିପାଇଁ ସେ ପୂର୍ବରୁ ନିଜକୁ ମଧ୍ୟ ପ୍ରସ୍ତୁତ କରି ରଖିଥିଲେ; ଖାଲି ବିଭାଗୀୟ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ ଯାହା। ଏବେ ନିର୍ଦ୍ଦେଶ ପାଇ ତାଙ୍କ ତଦନ୍ତ ଆରମ୍ଭ କରିଦେଲେ। ସେଦିନ ଠିକ୍ ସନ୍ଧ୍ୟା ପରେ ସେ ଯାଇ ମାନସପୁରୀରେ ପହଞ୍ଚି ଦେଖିଲେ-ସବୁ ଶୂନ୍ ଶାନ୍। ନୀରବରେ ଥରେ ପ୍ରାସାଦର ଚାରି ଆଡ଼କୁ ଭଲକରି ଆଖି ପକାଇ ଦେଖିନେଲେ। ତା'ପରେ ସଦର ରାସ୍ତା ଦେଇ ଦ୍ୱାର ଆଡ଼କୁ ମୁହାଁଇଲେ। ଠିକ୍ ଏତିକିବେଳେ ସଦର ଦରଜା ଦେଇ ଘର ଭିତରୁ ଏକ ଦୀର୍ଘାକୃତ ମନୁଷ୍ୟମୂର୍ତ୍ତି ବାହାରି ଆସିଲା। ଅନ୍ଧାରରେ ଅବଶ୍ୟ ଚେହେରା ବାରି ହେଉ ନଥିଲା। ତଥାପି ମନୁଷ୍ୟଟି ଯେ ବଳିଷ୍ଠ ଆଉ ଦୀର୍ଘକାୟ, ଏକଥା ତା'ଛାୟାରୁ ସ୍ପଷ୍ଟ ଜାଣି ହେଉଥିଲା। ଲୋକଟି ବିଷୟରେ ମି: ଚୌଧୁରୀଙ୍କର ବିଶେଷ କିଛି ଚିନ୍ତା କରିବାର ନଥିଲା; କାରଣ ସେ ଭାବୁଥିଲେ ଯେ ଲୋକଟି ମି: ପାତ୍ରଙ୍କର ଚାକର। ପୁଝାରୀଙ୍କ। ଆଗ ନିରାପଦରେ କଟୁ। '' କହିଲେ ମିସେସ୍ ପାତ୍ର। ''ବେଶ୍! ଭଲ ବ୍ୟବସ୍ଥା କରିଛନ୍ତି ଆପଣ। ତେବେ କାଲି କ'ଣ ଗୋଟାଏ ଚୋରୀ ହୋଇଛି ଏଠାରେ ଶୁଣିଲି। '' ପୁଣି ପ୍ରଶ୍ନ କଲେ ମି: ଚୌଧୁରୀ। ଏ ପ୍ରଶ୍ନରେ ମିସେସ୍ ପାତ୍ରଙ୍କ ଉପରେ ବଜ୍ର ପଡ଼ିଗଲା ଯେମିତି। ସେ ଚମକିପଡ଼ି କହିଲେ, ''ଏଁ, ଚୋରୀ! କାଲି ରାତିରେ? କିଏ କହିଲା ଆପଣଙ୍କୁ? ମିଛ, ମିଛ; ଆପଣ ସେଥିରୁ କିଛି ପାଇବେ ନାହିଁ। ଏବେ ଆପଣ ବିଦାୟ ନେଇ ପାରନ୍ତି। '' କହି ଭୁଷ୍ କରି ସେଠାରୁ ଉଠିଗଲେ ମିସେସ୍ ପାତ୍ର ତାଙ୍କ ଶୟନ କକ୍ଷକୁ। ମି: ଚୌଧୁରୀ ଅବାକ୍ ହୋଇ ଚାହିଁ ରହିଥିଲେ ମିସେସ୍ ପାତ୍ରଙ୍କ ଗଲା ବାଟକୁ। ତାଙ୍କର ଭାବ ଭଙ୍ଗି ବଡ଼ ବିଚିତ୍ର ବୋଧ ହେଉଥିଲା ତାଙ୍କୁ। ଅଗତ୍ୟା ଆସନ ଛାଡ଼ି ଉଠିଲେ ସେ। ''ମିସେସ୍ଙ୍କ ମିଜାଜ୍ ଠିକ୍ ନାହିଁ ହଜୁର୍!